ମେରିନାର ରୁମ୍କୁ ଇଉଡ଼ିକୋଲନ୍ର ସୁମଧୁର ଗନ୍ଧ ବୋହି ଆସୁଥାଏ ଆଲେସ୍କି ବସିଥିବା ବୈଠକଖାନା ଭିତରକୁ–ବାସନ୍ତୀ ସନ୍ଧ୍ୟାରେ ମଳୟନିଳରେ ବୋହିଆସୁଥିବା ରଜନୀଗନ୍ଧାର ଅସରନ୍ତି ସୁବାସ ଭଳି। ଘଡ଼ିକୁ ଆଉ ଥରେ ଅନାଇ ଆଲେସ୍କି ଅସ୍ଥିର ହୋଇପଡ଼ିଲେ। ଆସନରୁ ଉଠି ରୁମ୍ରେ ପଦଚାରଣ କରୁ କରୁ ରୁମ୍ ଭିତରକୁ ଅନ୍ୟମନସ୍କ ଭାବରେ ପଶିଗଲେ। ''ହାଁ, ହାଁ, ଆଲେସ୍କି, ଏ କ'ଣ କରୁଛ? ଆଉ ଟିକିଏ ଅପେକ୍ଷା। କର ବାହାରେ। ମୋର କାମ ଶେଷ ହୋଇନି''–କହିଉଠିଲା ମେରିନା। କହିବା ସଙ୍ଗେ ସଙ୍ଗେ ସେ ଉଠିପଡ଼ି ନିଜର ଅର୍ଦ୍ଧ-ଉଲଗ୍ନ ଦେହ ଉପରେ ତରତରରେ ସ୍ୱଚ୍ଛ ନାଇଲନ୍ର ଖଣ୍ଡିଏ ଆବରଣୀ ପକାଇଦେଲା। କିନ୍ତୁ ଅନ୍ୟମନସ୍କ ଆଲେସ୍କିଙ୍କର ଦୃଷ୍ଟିପଥରୁ ନିଜର ଲଜ୍ଜାକୁ ଘୋଡ଼ାଇବା ପାଇଁ ଚେଷ୍ଟାକରି ମଧ୍ୟ ସେ ଘୋଡ଼ାଇ ପାରିଲାନି। ମେରିନାକୁ ଏଭଳି ଅସ୍ୱାଭାବିକ ଅବସ୍ଥାରେ ଦେଖି ବଡ଼ ଲଜ୍ଜିତ ହୋଇ ରୁମ୍କୁ ଫେରିଆସିଲେ ଆଲେସ୍କି। କ୍ଷଣକ ପାଇଁ ଏକ ଶିହରଣ ଖେଳିଗଲା ତାଙ୍କର ସାରା ଶରୀର ଦେଇ-। କେଉଁ ଏକ ନନ୍ଦନକାନନର ମାଦକତା ସେ ଅନୁଭବ କଲେ ସେ ସାରା ଶରୀରରେ। ତାଙ୍କ ଆଖିଆଗରେ ମେରିନା ଏକ ଅପ୍ସରୀର ସୁନେଲି ରୂପ ନେଇ ଦେଖା ଦେଲା। ସେ ମନେ ମନେ ଭାବିବାକୁ ଲାଗିଲେ–ମେରିନା ବାସ୍ତବିକ କେଡ଼େ ସୁନ୍ଦରୀ? ନାଇଲନ୍ର ସେଇ ସ୍ୱଚ୍ଛ ଆବରଣ ତଳେ ବରଫ ଭଳି ଶୁଭ୍ର ସୌନ୍ଦର୍ଯ୍ୟର କି ଅସରନ୍ତି ଭଣ୍ଡାର! ତାଙ୍କୁ ବୋଧ ହେଲା ଆହୁରି ପାତଳୀ ଓ ସୁନ୍ଦରୀ। ସେ ତ କେତେ ଥର ମେରିନାକୁ ଦେଖିଛନ୍ତି, ଏହିଠାରୁ ଢେର୍ ପାଖରେ ଓ ନିବିଡ଼ ଭାବରେ। କିନ୍ତୁ କାହିଁ, ସେ ତ ମେରିନାକୁ କେଉଁଦିନ ଏଡ଼େ ସୁନ୍ଦର ଦେଖି ନ ଥିଲେ। ସେ ତ କେବେ ତାଙ୍କ ଆଗରେ ସୌନ୍ଦର୍ଯ୍ୟର ଏଭଳି ଅସରନ୍ତି ଭଣ୍ଡାର ତୋଳି ଠିଆହୋଇ ନ ଥିଲା। ଆଲେସ୍କି ଏହିଭଳି କେତେ କ'ଣ ଭାବି ଯାଉଥାନ୍ତି, ହଠାତ୍ ରୁମ୍ ଭିତରୁ ପ୍ରସ୍ତୁତ ହୋଇ ବାହାରିଆସିଲା ରୂପସୀ ମେରିନା ଓ ନିଜର ଭୁବନମୋହିନୀ ବେଶରେ ଆଲେସ୍କିଙ୍କୁ ଚମକାଇଦେଇ ପଚାରିଲା, ''ଆଉ କେତେ ସମୟ ଅଛି ଆଲେସ୍କି? ଆମେ ଥିଏଟର ଆରମ୍ଭ ପୂର୍ବରୁ ପହଞ୍ଚି ପାରିବା ତ? '' ଆଲେସ୍କି ମେରିନାର ଏ ଅପରୂପ ସୌନ୍ଦର୍ଯ୍ୟ ଆଗରେ ଏକରକମ ଜଡ଼ ପାଲଟିଯାଇ ମନ୍ତ୍ରମୁଗ୍ଧ ଭଳି ମେରିନାକୁ କେବଳ ଚାହିଁ ରହିଲେ। ମେରିନାକୁ ଯେତେ ଦେଖିଲେ ମଧ୍ୟ ଆହୁରି ଦେଖିବାକୁ ମନ ହେଲା। ସେ କ'ଣ ପଚାରୁଛି, ତାକୁ କ'ଣ ଉତ୍ତର ଦେବାକୁ ହେବ, ସେଥିପ୍ରତି ତାଙ୍କର ସତେ ଯେପରି ଖିଆଲ ନାହିଁ। ମେରିନା ଆହୁରି ପାଖେଇ ଆସି କହିଲା, ''ଆସ, ଆସ ଆଲେସ୍କି! ବହୁତ ଡେରି ହୋଇଗଲାଣି, ବେଳ ହେବନି ବୋଧହୁଏ। ବାପାଙ୍କର କାର୍ ନେଇଯିବା ଛଡ଼ା ଅନ୍ୟ ଉପାୟ ନାହିଁ। ତୁମେ ବାହାରକୁ ଚାଲ। ମୁଁ ବାପାଙ୍କୁ କହିଦେଇ ଆସେ। ମେରିନା ତରତର ହୋଇ ପିତାଙ୍କ କକ୍ଷ ଆଡ଼କୁ ଚାଲିଗଲା। ସେ କିଛି ସମୟ ପରେ ମା'ଙ୍କୁ କହୁଁ କହୁଁ ବାହାରିଆସିଲା, ''ଆମର ଆଜି ଫେରିବା ଡେରି ହୋଇଯାଇପାରେ ମା! ତୁ ମୋ ପାଇଁ ଉଜାଗର ହୋଇ ଅପେକ୍ଷା, କରିବୁ ନାହିଁ। ମୁଁ ଆସିଲେ ତୋତେ ଡାକିବି। '' ମେରିନା ତାହାପରେ ଗ୍ୟାରେଜ୍ ଆଡ଼କୁ ଗଲା–ହାତରେ ମଟର ଚାବି। ଚାବିପେନ୍ଥାଟାକୁ ଅଙ୍ଗୁଳିରେ ଘୂରାଉଁ ଘୂରାଉଁ ଅଟକି ଯାଇ ପଚାରିଲା, ''ଆଲେସ୍କି, ତୁମେ ଚଳାଇବ ତ କାର୍? '' ''ଏଁ, ମୁଁ? ହେଉ, ଗାଡ଼ିଟାକୁ ବାହାର କରିଆଣ, ଦେଖିବା। '' ମେରିନା ସଙ୍ଗେ ସଙ୍ଗେ ଗ୍ୟାରେଜ୍ରୁ ଗାଡ଼ି ବାହାର